ମହାଶୟ, ମୁଁ ଜାଣେ, ଆପଣଙ୍କ ପାଇଁ ଯାହା ଖୁବ୍ ସହଜ ମୋ'ପାଇଁ ତାହା ଖୁବ୍ ଜଟିଳ। ଏପରି ଗହନ ବିଦ୍ୟାରେ ମୁଁ ଲାଗି ପଡ଼ିଛି ଯେ କହିଲେ ନସରେ। ପାଗଳଙ୍କ ପରି ବେଳେବେଳେ ପ୍ରଳାପ କରିବାକୁ ମନେହେଉଛି। କ'ଣ ଗୋଟାଏ ଆଖି ପିଛୁଡ଼ାକେ କରି ପକାନ୍ତି ସମସ୍ତଙ୍କୁ ଚକିତ କରାଇ ଦିଅନ୍ତି ମ୍ୟାଜିକ୍ବାଲା ପରି, ଲୋକେ ଜଳକା ହୋଇଯାଆନ୍ତେ ମୋ ଭେଳିକି ଦେଖି। ମୁଁ ପାରୁନି ଭାଇମାନେ। ସତ କହୁଛି, ମୋର ସବୁ ଶକ୍ତି କ୍ଷୟ ହୋଇଗଲା ପରି ଲାଗୁଛି। ମାଂସପେଶୀ ଶିଥିଳ ହୋଇଯାଉଛି। ହାଡ଼ର ଗଣ୍ଠିସବୁ କଟ କଟ ହେଉଛି। ବୁଲା କୁତିପରି ଧକେଇ ଧକେଇ ଜୀବନ ସରିଯିବ? ପବନ ପରି ସବୁ ଶବ୍ଦ ମୋର ଉଡ଼ି ଚାଲିଯିବ ମୋ ହାତ ପାଆନ୍ତାରୁ? ମୁଁ ନିବୀର୍ଯ୍ୟ ପୁରୁଷପରି, ଗୋଟାଏ ଜଡ଼ ମାଂସ ପିଣ୍ଡୁଳାପରି କୋଉ କୋଣରେ ପଡ଼ି ରହିଥିବି। ଦଳିକୁଦି ମୋ ଉପରେ ଦେଖାଣାହାରିଏ ଚାଲିଯିବେ। ମୁଁ ପାଟି ଫିଟେଇ ପାରୁନଥିବି। ପ୍ରତିବାଦ କରି ପାରୁନଥିବି। ଏ ଦୁଃଖ ଭୁଲରେ ଥରକ ପାଇଁ ଆପଣ ନ ଭୋଗନ୍ତୁ। ଆପଣମାନେ ସତେ କେତେସୁଖୀ! ଆପଣଙ୍କର ସୁଖର ସଂସାର, ପିଲାଛୁଆ, ପ୍ରମୋସନ୍, ବଦଳି, କାନକୁହା ଆଳାପ ସଂଳାପ ଦେଖି ମୁଁ ଅବାକ୍ ହୋଇଯାଉଛି। ଚିନ୍ତା ନାହିଁ କି ଦକ ନାହିଁ। ବେଶ୍ ଆନନ୍ଦରେ ଦିନ ଗଡ଼ିଯାଉଛି। ମୋ ପରି ଆପଣମାନେ ତ ରକ୍ତମାଂସର ମଣିଷ। ମୋ ଆଖି ଆଗରେ ଆପଣଙ୍କ ନିଷ୍ପାପ ମୁହିଁ ଭାଷି ଯାଉଛି। ସୁଖର ସଂସାର ଭିତରେ ଆପଣ ଚକଟିହୋଇ ଯାଉଛନ୍ତି। ଅନ୍ୟକୁ ବାଟ ଛାଡ଼ି ଯାଉଛନ୍ତି। ସେଥିରେ ଶୋଚନା ନାହିଁ। ଅନୁତାପ କରିବାର ପ୍ରଶ୍ନ ବି ନାହିଁ। ଅଥଚ ମୋ'ପାଇଁ ସବୁ ଝାମେଲା। କାହାର କ'ଣ କ୍ଷତି ମୁଁ କରୁଛି? ବାହାରର ଉତ୍ତାପ ମୁଁ ସହି ପାରୁନି। ଭିତରର ଅନ୍ଧାର ମୋ ପକ୍ଷେ ଦୁର୍ବିସହ। ମୁଁ ଅଣନିଃଶ୍ୱାସୀ ହୋଇଯାଉଛି। ମୋ ଖୋଳପା ଭିତରେ ମୁଁ ନିଜେ ବନ୍ଦୀ। ମୋର ସ୍ୱାଧୀନତା ନାହିଁ। ମୋର ଅଧିକାର ନାହିଁ। ମୁଁ ଯେମିତି ଏକ ଅନାମଧ୍ୟେୟ, ଅବାଞ୍ଛିତ, ଅଲୋଡ଼ାଜୀବ। ପୁରୁଣା ସାର୍ଟପରି ମୋର ପ୍ରୟୋଜନହିଁ ନାହିଁ। ମନକୁ ମନ ମୁଁ ଆଜିକାଲି ସାନ୍ତ୍ୱନା ଦେଇ ଶିଖିଲିଣି। ମୋର ନିରାପତ୍ତାହିଁ ମୋର ସର୍ବସ୍ୱ। ମୋର ବଞ୍ଚିବା ମରିବା ଯେତେବେଳେ ମୁସ୍କିଲ ହୋଇପଡ଼ିଲାଣି, ମୋ ପଛରେ ଏକ ମସ୍ତବଡ଼ ବ୍ୟୂହ ରଚନା ହୋଇ ସାରିଲାଣି, ମୋର ଗତିବିଧି ଉପରେ କଡ଼ା ନିୟନ୍ତ୍ରଣ ଜାରି କରାଗଲାଣି। ମୁଁ ସହଜ ସରଳ ଭାବେ ଶୋଇ ପଡ଼ିଲେ ଗଲା! ମୋ ଖୋଳପା ଭିତରେ ମୁଁ ଆଖି ମୁଦିଦେଲେ କଥା ସରିଲା। କ'ଣ ମିଳିବ ଏତେଗୁଡ଼ାଏ କଥାରେ ମୁଣ୍ତ ପୂରେଇ। ମୁଁ କ'ଣ ଶଳା ଠିକାଦାର! ହଉ ହେଲା ମୋ ଦେଇ କିଛି ହୋଇପାରିବ ନାହିଁ। କ'ଣ ବିଗିଡ଼ିଗଲା ସେଇଠୁ। ବେଦ ଅଶୁଦ୍ଧ ହୋଇଗଲା। ପ୍ରଳୟ ଘୋଟିଯିବ ନାହିଁତ! ଏବେ ବାଡ଼େଇ କଚାଡ଼ି ହୋଇ ଲାଭ ଆଉ କ'ଣ? ''ମହାଶୟ! ଏସବୁ ମୋ ନିଜସ୍ୱ ସଂଳାପ! ଏଥିରେ ଆପଣ କାହିଁକି ମୁଣ୍ତ ପୂରାଇବେ। ମୋର ବିନୀତ ନିବେଦନ, ଏହାକୁ ମୋର ଅସଲ କଥା ବୋଲି ଭୁଲରେ ଯେମିତି କେହି ଧରି ନ ନିଅନ୍ତି। ମୋ ଭିତରେ ମୁଁ ଏକ ଭିନ୍ନ ସ୍ୱାଦର ମଣିଷ। ମୁଁ ସର୍କସ ପାଟିର ଜୋକର ନୁହେଁ। ରେସ୍ କୋର୍ସର ଘୋଡ଼ା ନୁହେଁ ଯେ ମୋ ନାଆଁରେ ଟିକେଟ କିଣି ବାଜି ଲଢ଼ିବେ! ମୁଁ କାହାରି ଇଚ୍ଛା ଅନୁସାରେ ନାଚି ପାରିବିନି। ମୋ ନିଜର ପ୍ରତ୍ୟେକଟି ଅଣୁକଣାକୁ ମୁଁ ତନ୍ନ ତନ୍ନ କରି ଦେଖିଛି। କୌଣସି ଖୋପରେ ଭୁଲରେ ହେଲେବି କିଛି ଗୋପନ ତଥ୍ୟ ରହି ଯାଇନି। ନିଜ ଚେହେରାକୁ ଥରେ ଭଲକରି ଆଇନାରେ ଦେଖନ୍ତୁ। କେମିତି ଆଖିପତା ତଳ ଶିଝି ଯିବାକୁ ବସିଲାଣି। ଆଖି ଉପର କେଶ ଯତ୍ନ ଅଭାବରୁ ବଢ଼ି ବଢ଼ି ବିକୃତ ଦିଶିଲାଣି। ଲୁଚିଛପି ବାର୍ଦ୍ଧକ୍ୟର ଛାପ ପଡ଼ିବାକୁ ବସିଲାଣି। ସେଥିପ୍ରତି କେହି ଯତ୍ନଶୀଳ ହେଉନାହିଁ କାହିଁକି? ଆଉ ବା କେତେଟା ମୁହୂର୍ତ୍ତ ବାକି? କ'ଣ ନେଇଯିବ ଘୋଡ଼ା ଉପରେ ନଦି କରି! ଧନସମ୍ପତ୍ତି, ପ୍ରଭୁତ୍ୱ, ଅଧିକାର ନାଁ ଅହଂକାର! ସବୁ ଅଲୋଡ଼ା, ସବୁ ତୁଚ୍ଛ। ସବୁ ଦି'ଦିନିଆ ଖେଳ। ତୁଚ୍ଛା କଥାଟାରେ ଅନେକତ ନାଚିଲଣି। ଅନ୍ୟକୁ ବି ନଚେଇଲଣି। ଏଥର ନିଜ ବାଇଆ ମନକୁ ଟିକିଏ ବୁଝେଇବାକୁ ଚେଷ୍ଟା କର।